ତା' ସହିତ ଅନ୍ୟାନ୍ୟ କିଛି ବାଡ଼ିରେ କାମ କରିଥିଲେ। ଏଥିପାଇଁ ଡେରି ହୋଇ ଯାଇଥିଲା। ଖାଇ ବସିଥିବା ସମୟରେ ପିଣ୍ଡା ଉପରେ ଗୁରୁପଦକୁ ଦେଖି ଅଧା ଖିଆରୁ ଉଠିଆସିଲେ। ଆରେ ଆସ, କାଲି ତୁମକୁ ଅପେକ୍ଷା କରିଥିଲି, କିନ୍ତୁ ଆସିଲ ନାହିଁ। ଭାବିଲି ବୋଧେ ଭୁଲି ଯାଇଛ। ଆପଣଙ୍କ କଥା କ'ଣ ଭୁଲି ହୁଏ? କାଲି ମୁଁ ବଡ଼ ଅସୁବିଧାରେ ପଡ଼ିଯାଇଥିଲି। ଆମ ଇକ୍ଜ୍ୟୁକୁଟିଭ ଇଞ୍ଜିନିୟରଙ୍କ ସହିତ ଫେରୁ ଫେରୁ ରାତି ସାତଟା ବାଜି ଯାଇଥିଲା। ଏତେ ରାତିରେ କ'ଣ ଆପଣଙ୍କ ଘରକୁ ଯିବି ଭାବି, ଶୋଇପଡ଼ିଲି। ଆଜି ଆସିଲି, ବାଟରେ ନିଶାକରବାବୁ ଦେଖାହେଲେ। ତାଙ୍କ ସହିତ ଗପ କରି ଫେରିଲାବେଳେ ମହାନ୍ତିବାବୁ ଡାକିଲେ। ସେଠି ପ୍ରାୟ କିଛି ସମୟ ଡେରି ହୋଇଗଲା। ଯାଆନ୍ତ ଆପଣ ଖାଇ ଆସିବେ, ମୁଁ ଏଇ ପିଣ୍ଡାରେ ବସିଛି; ଗୁରୁପଦ ହସି ହସି କହିଲା। ଇଏନା ଗୋଟାଏ କଥା! ଅତିଥିଙ୍କୁ ବାହାରେ ବସାଇ ଘରେ ପେଟପୂଜା କରିବି? ଆସ ଭିତରକୁ, ଆମ ଘରେ କେହି ନାହାନ୍ତି। ଆପଣ ବୋଧେ ଜାଣି ନାହାନ୍ତି, ମୋର ଛୋଟ ପରିବାରଟିଏ। ମୁଁ, ଆଉ ମୋର ଝିଅ କଲ୍ୟାଣୀ, ଆଉ ତା' ମା'। ପ୍ରାଥମିକ ଶିକ୍ଷକ ପକ୍ଷରେ ଏଇ ଛୋଟ ପରିବାରଟି କିଛି ମନ୍ଦ ନୁହେଁ। ଭଗବାନ୍ ପୁଅଟିଏ ଦେଲେନାହିଁ।... ଛାଡ଼, ତାଙ୍କୁ ଦୋଷ ଦେଇ ଲାଭ କ'ଣ? ପୁଅ ଯିଏ ଝିଅ ସିଏ। ଝିଅ ଯିଏ ପୁଅ ସିଏ, ଅର୍ଜ୍ଜୁନବାବୁ ହସି ହସି କହୁଥାନ୍ତି। ବେଶ୍ ସୁନ୍ଦର ଲୋକଟିଏ। ବଡ଼। ମେଳାପି, ଗାଁରେ ହାନିଲାଭ, ଭଲମନ୍ଦରେ ନ ଥାନ୍ତି। ସମସ୍ତେ ନିଜର। ଚାକିରି ଭିତରେ ତିନିଥର ନିଜର ବଦଳି ହେଲାଣି। କିନ୍ତୁ ଗାଁ ବାଲା ଛାଡ଼ୁନାହାନ୍ତି। ଏଇ ଖଟ ଉପରେ ବସ, ଚୁଡ଼ା ଦି'ଟା ଖାଅ, ଅର୍ଜ୍ଜୁନବାବୁ କହିଲେ। ନାଁ ନାଁ, ମୁଁ ବର୍ତ୍ତମାନ ଖାଇକରି ଆସିଲି। ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। କୁହନ୍ତୁ କାହିଁକି ଆପଣ ଡାକିଥିଲେ। ମୋ ପାଖରେ କ'ଣ କାମ ଅଛି ଆପଣଙ୍କର? ମୁଁ ଆପଣଙ୍କର କି ସେବା କରିପାରେ କିଛି ଭାବି ପାରୁନାହିଁ। ଆପଣ ଖାଇସାରନ୍ତୁ, ବସି ଗପସପ କରିବା। ଯାଆନ୍ତୁ ଖାଇ ଆସିବେ। ହଉ ହେଲା, ଜଳଖିଆ ସିନା ଖାଇବ ନାହିଁ, ଭାତ ଦି'ଟା ନିଶ୍ଚୟ ଖାଇବାକୁ ପଡ଼ିବ। ନ ଖୋଇ ଆଜି ଛାଡ଼ିବି ନାହିଁ। ଝିଅ କଲ୍ୟାଣୀକୁ ଡାକିଲେ–କଲ୍ୟାଣୀ, କଲ୍ୟାଣୀ ଆସିଲୁ ମା'। କ୍ଷଣକ ଭିତରେ କଲ୍ୟାଣୀ ଆସି ଉପସ୍ଥିତ ହେଲା, ଦୁଆରବନ୍ଧ ସେପଟେ ଲୁଚି ଛିଡ଼ା ହେଲା; ଗୁରୁପଦ ପାଖକୁ ଆସିବାକୁ ବୋଧେ ଲାଜଲାଗିଲା। ଅର୍ଜ୍ଜୁନବାବୁ ପାଖକୁ ଡାକିଲେ ଆ ମା, ଲାଜ କ'ଣ କରୁଛୁ। ବାବୁ ଆଜି ଆମଘରେ ଖାଇବେ। ବୋଉକୁ କହିଦେ। ଶଙ୍କରଙ୍କୁ କହିଦେ, ପୋଖରୀରେ ଜାଲପକାଇ ମାଛଦି'ଟା ଧରୁ। ଦେଖନ୍ତୁ ଅର୍ଜ୍ଜୁନବାବୁ, ମୁଁ ମୋଟେ ଖାଇବି ନାହିଁ, ଗୁରୁପଦ କହିଲା। ମୁଁ ଜମା ଛାଡ଼ିବି ନାହିଁ, ଯେମିତି ହେଲେ ଖାଇବାକୁ ପଡ଼ିବ। ମନା ମୋଟେ କରନ୍ତୁ ନାହିଁ। ଘରଟି ବୋଧେ ନୂଆ ତିଆରି କରିଛନ୍ତି? ଗୁରୁପଦ ପଚାରିଲା। ହଁ, ଏଇ ତିନି ଚାରିବର୍ଷ ହେବ ତିଆରି କରିଛି। ଆଗରୁ ଚାଳ ଛପର ଓ ମାଟି ଘର ଥିଲା। ତା'କୁ ଭାଙ୍ଗି ଇଟାଘର ଓ ଆଜ୍ବେସ୍ଟସ୍ ସିଟ୍ ପକାଇଲି। ଛାତ ପକାଇବାକୁ ଇଚ୍ଛା ଥିଲା। କିନ୍ତୁ ପଇସାପତ୍ର ଅଭାବରୁ ପକାଇ ପାରିନି। ଭବିଷ୍ୟତରେ ଯାହା ହେବ। କଲ୍ୟାଣୀ ବାହାଘରଟା ସରିଲାପରେ ଛାତ କଥା ଚିନ୍ତା କରିବି, ଏବେ ନୁହେଁ। କଲ୍ୟାଣୀ ଆପଣଙ୍କର ଗୋଟିଏ ଝିଅ ନାଁ? ହଁ ସେଇ ଗୋଟିଏ, ତା'ରି ପାଇଁ ସବୁ। ସେଇ ମୋର ଚନ୍ଦ୍ର, ସେଇ ମୋର ସୂର୍ଯ୍ୟ, ସେଇ ପାଣି, ଆଉ ପବନ। ଏଇଥର ମାଟ୍ରିକ୍ ପରୀକ୍ଷା ଦେଇଥିଲା। କିନ୍ତୁ ଇଂରାଜୀରେ ଖରାପ କରିଦେଲା, ଅଟକିଗଲା। ଆଜିକାଲି ମାଟ୍ରିକ୍ଟା ପାଶ୍ କରିବା ନିତ୍ୟାନ୍ତ ଆବଶ୍ୟକ। ମାଟ୍ରିକ୍ ପାଶ୍ ନ କଲେ କୋଉ ମଣିଷ ଭିତରେ ଗଣାହୋଇ ପାରିବ ନାହିଁ। ଯେଉଁଠି ବାହାଘର ପ୍ରସ୍ତାବ ପଡ଼ୁଚି ସେଠି ପ୍ରଥମେ ପ୍ରଶ୍ନ ଉଠୁଛି ଝିଅ ପଢ଼ିଛି କ'ଣ? ବର ଚାହୁଁଛି ପାଠ। ଏଣୁ ପାଠକୁ ଛାଡ଼ି ଚଳି ହେବନି। ଭାବୁଛି ତା'କୁ କୌଣସିମତେ ମାଟ୍ରିକ ପାଶ୍ କରାଇଦେଇ, ହାତକୁ ଦି'ହାତ କରିଦେଲା ପରେ ମୁକ୍ତି। ତେଣିକି ତା' ଭାଗ୍ୟ। ଭଲରେ ରହିଲେ ବାପ ମା'ଙ୍କୁ ଖୋଜିବ ନଇଲେ ନାହିଁ।